ଶ୍ରୀ ସଚ୍ଚି ରାଉତରାୟ ବା ଶ୍ରୀ ଭାନୁଜୀ ରାଓଙ୍କ କବିତା ସହିତ ଅଧ୍ୟାପକ ଦୀପକ ମିଶ୍ର, ଶ୍ରୀ ରମାକାନ୍ତ ରଥ, ଶ୍ରୀ ସୀତାକାନ୍ତ ମହାପାତ୍ର ଓ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ଏବଂ ଅଧ୍ୟାପକ ଗୁରୁପ୍ରସାଦ ମହାନ୍ତିଙ୍କର କବିତାକୁ ତୁଳନା କଲେ ବୁଝି ହେବ-। ଯିଏ ଖାଇ ନାହିଁ, ସେ ଖୁଆଇ ଜାଣିବ ନାହିଁ। ଯେ ନିଜେ ଉପାସ ରହି ନାହିଁ, ସେ ପେଟର ଦୈନ୍ୟ କଥା ବୁଝାଇ ପାରିବ ନାହିଁ। କେତେ ବୋଝ ପଡ଼ିଲେ ମଣିଷ ତାହାର ପ୍ରବୃତ୍ତି ଓ ପ୍ରକୃତିର ସହଜ ସରଳ ଉଗ୍ରତା ହରାଇ ବିଭଙ୍ଗ ହୋଇଯାଏ ସେ କଥା କ୍ଷମତାର ଆଶ୍ରିତ ଓ ପେଶାଦାର ଭିକାରୀ ବା ଅନୁଗ୍ରହପ୍ରାର୍ଥୀ ବୁଝାଇ ପାରିବେ ନାହିଁ। ତେଣୁ ଆମେ ସମସ୍ତେ ଦିନେ ମଫସଲରେ ଥିଲୁ ଆଉ ଛୁଟି ଅବସର ବେଳରେ ମଫସଲ ଯାଉ ବୋଲି ହଠାତ୍ କଲମ ଧରି ଦୂର ମଫସଲର ଚିତ୍ର ଆଙ୍କିଲେ ରାୟ ସାହେବ, ନନ୍ଦ କିଶୋର ବଳ, ଓ ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ପଲ୍ଲୀର ମାହାତ୍ମ୍ୟ ପରି ହୋଇଯିବା କଥା। ଓଡ଼ିଆ ସାହିତ୍ୟରେ ରାଧାକୃଷ୍ଣଙ୍କର ପ୍ରଭାବ ଅଧିକ କି ରାମ ସୀତାଙ୍କର ପ୍ରଭାବ ଅଧିକ ଏଥିପାଇଁ କିଛି ବିବାଦ ନାହିଁ। କୃଷ୍ଣଙ୍କର ସଂସାରସୁଲଭ ଗୁଣକୁ ଅନୁକରଣ କରାଯାଇ ପାରେ କିନ୍ତୁ ରାମଚନ୍ଦ୍ରଙ୍କର ଗୁଣକୁ ଅନୁକରଣ କଲେ ସମସ୍ତଙ୍କୁ ମାଲିମକଦ୍ଦମାର ସୁବିଧା ଛାଡ଼ି ଜମିବାଡ଼ି ଫୋପାଡ଼ି ଦବାକୁ ହେବ। ତେଣୁ ଓଡ଼ିଆ ସାହିତ୍ୟ ରାମଚନ୍ଦ୍ର ବୁଦ୍ଧ ଆଦି ଅବତାରଙ୍କୁ ଛାଡ଼ିଦେଇ କୃଷ୍ଣଙ୍କୁ ଧରିଥିଲା। ଆଜି ଆମେ ଠିକ୍ ସେଇ କାରଣରୁ ବାଉଁଆ ହେବାକୁ ଚେଷ୍ଟା କରୁଛୁ। ବାଉଁଆ କହିଲେ ଆମେ ସାଧାରଣ ଲୋକ ବୁଝୁ ଯେ ଯାହାର ଯାହା ଅଛି ସେତକ ତାହାଠାରୁ ମୋ'ପାଖକୁ ଆପଣା ଛାଏଁ କିମିଆରେ ଅବା ଆଇନରେ ଆସି ଲାଗିଯିବ। ମୁଁ ସେଇ କଦମ ଫୁଲିଆ ଚକରେ ଧାନ ବୁଣିବି, ନଈର ଦକ୍ଷିଣ ପାଖ ତୋଟାକୁ ନିଜର କରି ମକଦମ ପୋଖରୀରେ ମନଇଚ୍ଛା ମାଛ ଧରି ମଜ୍ଜାରେ ରହିବି। ଅର୍ଥାତ୍ ଖାଲି ମୁଁ ବାଉଁଆପନ୍ଥୀ ବୋଲାଇଲେ ସବୁ ପାଇଯିବି। ତେଣିକି ସହଜିଆ ଧର୍ମ ମାର୍ଗଟିଏ ଧରିନେଲେ ହୋଇଗଲା। ଧର୍ମ-ଅର୍ଥ-କାମ-ମୋକ୍ଷ ଏମିତି ଚାରିବର୍ଗ ପାଇଯିବି। ସବୁଦିନେ ଏମିତି ମଜ୍ଜା ମାରି ଆଗରୁ ଆସି ଚକଡ଼ା ବାନ୍ଧି ରହିଯିବା ଲୋକ ଥାନ୍ତି। ପାଣିରେ ଅଧାବୁଡ଼ା ପଥରରେ ଶିଉଳୀ, ଗଛରେ ମଲାଙ୍ଗ ଆଉ ତଣ୍ଟିଚିପା ଲଟା, ଡାଳରେ ଚଢ଼େଇ ରହିଥାନ୍ତି। ଏମାନଙ୍କୁ ତାଙ୍କର ସ୍ଥିତିରେ ରକ୍ଷା କରିବା ହେଉଛି-ଧର୍ମ ପନ୍ଥା। ଏହାକୁ କହନ୍ତି ପ୍ରତିଷ୍ଠିତ ଅବସ୍ଥା ବା ସ୍ଥିତାବସ୍ଥା। ଏହାର ପୃଷ୍ଠପୋଷକ ହେଲେ ଦକ୍ଷିଣପନ୍ଥୀ। ଭାଇମାନେ। ପର ଜିନିସକୁ ଲୋଭ କର ନାହିଁ। ସେଗୁଡ଼ାକ ସଂପତ୍ତି ନୁହେଁ ଯେ ବିଷ୍ଠା-। ପରର ଜିନିସକୁ ଗୋଡ଼ିମାଟି ପରି ବିଚାରି ଆସକ୍ତ ହୁଅ ନାହିଁ-ଇଏ ହେଲା ନୀତିବାନ୍ ଲୋକର ଇଚ୍ଛା। ସେଇ ମାପକୁ ଆଣି ସାହିତ୍ୟରେ ଲଗାଇଲେ ହେଇଯିବ ଏମିତି। ଲେଖକ ଭାଇମାନେ। ପରର ସୁବିଧାକୁ ଆଖି ପକାଅ ନାହିଁ। ସେଗୁଡ଼ାକ ସେ ତାହାର କର୍ମ ବଳରେ ପାଇଛି। ଲେଖା ନୁହେଁ ଯେ ଏଣୁତେଣୁ ଆଳି ମାଳିକା। ବର୍ଷ ଦଶଟାରେ ମରି ଉଡ଼ିଯିବ। ପରର ଯଶ ଦେଖି ହାଇପିସାଇପି ହୁଅ ନାହିଁ। କେନ୍ଦ୍ର ସାହିତ୍ୟ ପୁରସ୍କାରର ଅଧିକାରୀମାନଙ୍କୁ ସରସ୍ୱତୀଙ୍କର ବରପୁତ୍ର ବୋଲି ମନେ କରି ନିଜର କର୍ତ୍ତବ୍ୟରେ ଲାଗ। ଇଏ ହେଉଛି ବୌଦ୍ଧ ଓ ଜୈନ ଧର୍ମର ପନ୍ଥା-ଖଟମଲ୍ ଖିଲାଏଗା। ପଇସା କିଛି ନେଇ ଓଡ଼ଶ ଭରା ଖଟରେ ଶୋଇ ନିଜର ରକ୍ତ ଖୁଆଇ ଓଡ଼ଶଙ୍କୁ ବଞ୍ଚାଅ।